-ବଡ଼ ବୋକୀଟାଏ ତୁ। ଆଲୋ, ଏଇଟା କ'ଣ ସମ୍ବର? ଏଇଟା ପରା ଟିଜୁ ନଦୀ! -ହାଁ ହାଁ, ଠିକ୍ ତ। ପଥର ଦେହରେ ପଲିଙ୍ଗାର ଚିତ୍ରକଳା ଦେଖୁ ଦେଖୁ ପିଙ୍ଗଳ ଚକ୍ଷୁ ଦୁଇଟା ଏକାବେଳେ ମୁଗ୍ଧ ଚକିତ ବିଭୋର ହୋଇଉଠିଥିଲା ସର୍ଦ୍ଦାର ଝିଅର। ତାର ଆବିଷ୍ଟ କଣ୍ଠର ସସଂଭ୍ରମ ଭଙ୍ଗୀରେ ପୁଲକିତ ଅଭିନନ୍ଦନ ଜଣାଇ ସେ କହେ -ବଢ଼ିଆ ଚିତ୍ର; ମୁଁ ପ୍ରତିଦିନ ଆସିବି ଦେଖିବା ପାଇଁ। -ଆସିବୁ? ସତ କହୁଚୁ? ତତେ ମୋର ମନ ଧରିଛି। ତୁ ହାଣ ମାରକାଟକୁ ଭଲ ପାଉନା, ମୁଁ ବି ନୁହେଁ। ତୋର ମୋର ମନର ମେଳ। କ'ଣ କହୁଚୁ ମେହଲୀ? ଅପରୂପ ଚକ୍ଷୁରେ ଅନେଇ ରହିଥାଏ ପଲିଙ୍ଗା, ଖାଲି ଚାହିଁ ରହିଥାଏ। ''ହୁଁ ହୁଁ''-ମହେଲୀ କଣ୍ଠରେ ତନ୍ମୟ ସ୍ୱୀକୃତି। ଖୁବ୍ ମେଳ! ତା ପରେ ଦକ୍ଷିଣ ପାହାଡ଼ ଉପରେ ଶୋଭାଯାତ୍ରା ଭଳି ଝରିଗଲା କେତେକ ସମୟ ପ୍ରହର। ସୁନେଲି ପ୍ରପାତ ଭଳି ପାର ହୋଇଗଲା ସେନ୍ୟୁଙ୍ଗ। ବୃଷ୍ଟି ଆସିଲା। ମୌସୁମୀ ପବନ, ତୁଷାର ଝରଣା ବହି ଚାଲିଲା। ଘନିଷ୍ଠ ହୋଇଉଠିଲା ମେହଲୀ ଓ ପଲିଙ୍ଗାର ସମ୍ପର୍କ। ଆଙ୍ଗାମି ଓ ରେଙ୍ଗମା ଗ୍ରାମର ଦୁଇ ମୁଗ୍ଧଚକିତ ପାହାଡ଼ୀ ଯୌବନ। ବାଦାମୀ ପାହାଡ଼ର ପାଚେରୀ ଦେହରେ ଅଙ୍କିତ ହେଲା କେତେ ବିଚିତ୍ର ଶିଳାଚିତ୍ର। ଆହୁରି ମୋହିତ ହୋଇ ଉଠିଲା ମେହଲୀ, ଆହୁରି ଆବିଷ୍ଟ ହୋଇଉଠିଲା ପଲିଙ୍ଗା। ମଧୁର ହୋଇଉଠିଲା ଦୁଇ ପାହାଡ଼ୀ ତରୁଣ ତରୁଣୀଙ୍କ ପ୍ରେମରେ, ସ୍ନେହ ଉତ୍ତାପରେ ପାହାଡ଼ର ବନମୟ ଚୂଡ଼ା। ବିଚିତ୍ର ଛବି ଆଙ୍କୁ ଆଙ୍କୁ ମେହଲୀର ମନ-ପର୍ଦ୍ଦାରେ ଅଦୃଶ୍ୟ ଆବେଗରେ ଗଭୀର ରେଖା ଭିତର ଦେଇ କେତେଗୁଡ଼ିଏ ଅକ୍ଷୟ ଛବି ଆଙ୍କି ଦେଇ ଗଲା ପଲିଙ୍ଗା-। ସାଙ୍ଗସୁ ର ଏକ ହିମାକ୍ତ ଦି'ପହର। ବନଛାୟା ତଳେ ବସିଥାଏ ପଲିଙ୍ଗା-। ବିଶାଳ ଉପତ୍ୟକା ଦେଇ ଛୁଟି ଆସୁଥିଲା ମେହଲୀ। -କ'ଣ କିଲୋ ମେହଲୀ! ଘଟଣା କ'ଣ? -ସର୍ବନାଶ ହୋଇଛି। ବିଳମ୍ବିତ ନିଶ୍ୱାସ ଟାଣି କହିଉଠିଲା ମେହଲୀ। ତୁଙ୍ଗ ବକ୍ଷ ଯେମିତି ତାର ଦୋହଲି ଉଠୁଛି। ନାଚିଉଠୁଛି ଶରୀରର ରାଶି ରାଶି ପେଶି। ଖପ୍କିନି ବସିପଡ଼ିଲା ସେ ପିଲିଙ୍ଗା ପାଖରେ। -ସର୍ବନାଶ କାହାର? ସଂଶୟ ଦୃଷ୍ଟିରେ ମେହଲୀ ଆଡ଼କୁ ଚାହିଁଲା ପଲିଙ୍ଗା। -ସେମାନେ ସମସ୍ତେ ଜାଣିଦେଲେଣି। ଆମ ବସ୍ତିର ସଇତାନ ଦୁଷ୍ଟ ହାଲୁଂଟା ଆମ ଦୁହିଁକି ଦେଖି ବସ୍ତିରେ ଯାଇ କହିଦେଇଛି। ମୋ ବାବା ବସ୍ତିର ସର୍ଦ୍ଦାର। ଆମକୁ ଦେଖିଲେ ରକ୍ଷା ନାହିଁ ଖୋଜା ପଡ଼ିଛି। ସେଇଥିପାଇଁ ପରା ତୋ ପାଖକୁ ଧାଇଆସିଛି! -ଠିକ୍ କରିଚୁ, ଆମ ବସ୍ତିର ସର୍ଦ୍ଦାର ମଧ୍ୟ ଜାଣିପାରିଛି। ତୋ ସହିତ ମୋର ପୀରତି ତା ଆଖିରେ ବଡ଼ ବିଷ। ତୁ, ମୁଁ ଭିନ୍ନ ଜାତିର। ତୁ ଆଙ୍ଗାମୀ, ମୁଁ ରେଙ୍ଗମା। ମୁଁ ଶିକାର କରେନା। ବସ୍ତିର ଯୁଆନ୍ ଟୋକାଙ୍କ ସାଥିରେ ମୁଁ ମିଶେନା। ଖୁନ୍ କରେନା। ରକ୍ତକୁ ଭଲ ପାଏନା। ସେଇଥିପାଇଁ ମୋ ଉପରେ ସମସ୍ତଙ୍କର ରାଗ। ଠିକ୍ କରିଛି, ଏଇଠୁ ଆଉ ଯିବିନି। -ମୁଁ ବି ଯିବିନି। ତୋଅରି ପାଖରେ ରହିବି। ତୁ ଶିକାର କରିପାରୁନା, କିନ୍ତୁ ମୁଁ ପାରେ-। ତୁ ପଥର ଉପରେ ବେଶ ଚିତ୍ର ଆଙ୍କିବୁ। ମୁଁ ବଣରୁ ମେନ୍ଜୋ ମାରି ଆଣିବି। ଫଳ, ପନିପରିବା ସବୁ ନେଇଆସିବି, ଦୁଇଜଣଯାକ ଭାଗବାଣ୍ଟି ଖାଇବା। କିମିତି, ଭଲ ହେବନି-? -ଖୁବ୍ ଭଲ ହେବ। ମେହଲୀ ପାଖେ ପାଖେ ଆହୁରି ଅନ୍ତରଙ୍ଗ ଭାବରେ ବସି ରହିଥିଲା ପଲିଙ୍ଗା।। -କିନ୍ତୁ ଏ ଖୋଲା ପାହାଡ଼ ଉପରେ ଏହି ଶୀତ ଦିନରେ ଆମେ ରହିପାରିବା ତ? ଉଦ୍ଦାମ ଗୋଟାଏ ଜଳପ୍ରପାତ ଭଳି ଖିଲି ଖିଲି ହସି ଉଠିଥିଲା ମେହଲୀ-''ତୁ ପାହାଡ଼ୀ ଜୋଆନ ଟିକି? ନା ଟେପଙ୍ଗର ପୁଅ ତୁ? -କାହିଁକି? ପାହାଡ଼ୀ ପୃଥିବୀର ଶିଳ୍ପୀ ପଲିଙ୍ଗାର ଆଖି ଦିଇଟା ଅଙ୍ଗାର ଭଳି ଦକ୍ ଦକ୍ ହୋଇଉଠିଥିଲା। -ସାବଧାନ ମେହଲୀ! ଖିସ୍ତି ଚେମାଉଡ଼ି କରନା। ଦେଖୁଚୁନା ଏ ବର୍ଚ୍ଛା, ଏକବାରେ ଖତମ କରିଦେବି। -ଖିସ୍ତି କରିବିନି ତ ଆଉ କ'ଣ କରିବି? ବେଶୀ ବକ୍ ବକ୍ କରନା କହୁଛି। ତୁମେ ରେଙ୍ଗାମାଗୁଡ଼ାକ ଭାରି ବୋକା। ଟିକିଏ ଯଦି ମଗଜ ଥାଆନ୍ତା ତୁମମାନଙ୍କର! କ'ଣ ଆମେ ରହିବା ପାଇଁ ଜାଗା ନାହିଁ? ପାହାଡ଼ ଭିତରେ କେତେ ସୁଡ଼ଙ୍ଗ।